ସେମିତି ଓଦା ସୁଡ଼ୁବୁଡ଼ୁ। ତାକୁ ଉଠେଇ ଧରି ବାବୁଆଣୀ ପଚାରିଲେ ରାଧି, ତୁ ଏ ବରଷାରେ? ସେ ଟାଓଲଟାକୁ ତା' ଆଡ଼େ ବଢ଼େଇ ଦେଇ କହିଲେ ନେ, ଆଗ ପୋଛି ହୋଇ ପଡ଼। ଲୁଗାପଟା ବଦଳେଇ ନେ। ତା'ପରେ କଥା ହେବା। ମୋତେ କହିଲେ-ମନୋହର, ରାଧିକୁ ସେ ପାଖ ଘରଟା ଦେଖେଇ ଦିଅ। ସେ ଲୁଗାପଟା ବଦଳେଇ ନେଉ। ମୁଁ ରାଧିକୁ ସାଙ୍ଗରେ ନେଇ ରୁମ୍ ଦେଖାଇ ଫେରି ଆସିଲି। ବାବୁ ବି ଆସି ପହଁଚିଗଲେ ସେଠାରେ। ପଚାରିଲେ-ବିନି! କିଏ ଆସିଚି କି? ଆମ ଗାଆଁ ରାଧି। ଆମ ଘରେ ଯେଉଁ ହଳିଆ ଥିଲା ତା'ରି ଝିଅ। କୁଆଡ଼େ ଆସିଛି? ପଚାରିନି। ବର୍ଷାରେ ଭିଜି ଭିଜି। ରାଧି ପେଟରେ ଏତେ ବଡ଼ କଳଙ୍କ ରଖି ଦେଇଛ ମନୋହର? କାନରେ ହାତ ଦେଇ ଅସହାୟ ଭାବେ କହିଲି-ବାବୁ ମାଆ ବାବୁଙ୍କ ଆଡ଼େ ଚାହିଁଲେ। ସେ ଆଖିର ଚାହାଁଣୀ ନୁହେଁ, ସତେ ଯେମିତି ସେ ଆଖିରେ ନିଆଁ ଜଳୁଛି। ବାବୁ କହିଲେ-ଏ ସବୁ ପାଇଁ ମୁଁ ଦାୟୀ ବିନି। ତମେ ତମେ ଏ କାମ କରିଛ? ଅପୁତ୍ରିକ ହୋଇ ଆଉ କେତେ ଦିନ ରହିପାରିଥାନ୍ତି ବିନି। ଡାକ୍ତର ଯାହା କହିଥିଲେ ତମେ ତ ଜାଣ। ଏଇ 'ଅପୁତ୍ରିକ' ଶବ୍ଦଟି ଯେମିତି ବାବୁଆଣୀଙ୍କୁ ଚାଇଁକିନା ଧରିଲା। ଅପେକ୍ଷାକୃତ ନରମ ସ୍ଵରରେ କହିଲେ-ତା' ବୋଲି ଏମିତି ଲୁଚାଛପା ମତେ ସେ କଥା କହିଲନି କାହିଁକି? ମୁଁ କ'ଣ ଏତେ ଅବିବେକୀ। ନାରୀ କ'ଣ ତ୍ୟାଗ କରି ନ ପାରେ ତା' ମନର ମଣିଷର ସୁଖ ପାଇଁ। ତା'ଛଡ଼ା କୌଣସି ଲୋକ କ'ଣ ତା' ବଂଶ ବୁଡ଼ିଯିବାଟା ଚାହେଁ! ମୋତେ ରକ୍ଷାକର ବିନି। ମୁଁ ଭୟରେ, ସଂକୋଚରେ ଏକଥା କହି ପାରି ନଥିଲି। ତା' ପରେ ରାଧିର ପୁଅ ହେଲା; କିନ୍ତୁ ଲୋକଙ୍କୁ ଜାଣିବାକୁ ଦିଆଗଲା ବାବୁ ବାବୁଆଣୀଙ୍କର ପୁଅ ହୋଇଛି। ଖୁବ୍ ଜାକଜମକରେ ବି ଜନ୍ମଦିନ ପାଳନ ହେଲା। ମାଆ ସେତେବେଳକୁ ତାଙ୍କ ମନକୁ ପୁରା ବୁଝେଇ ସାରିଥିଲେ। ପୁଅଟି ତାଙ୍କରି କୋଳରେ ବସିଲା, ହସିଲା, ବଢ଼ିଲା। ରାଧି ଦୂରରୁ ଦେଖି ଖାଲି ଲୁହ ଗଡ଼ାଉଥିଲା। ମାଆ ମନ ତ! ଥରେ ରାଧି କହିଲା-ବାବୁ, ପୁଅକୁ ଅନ୍ତତଃ ଦିନରେ ଥରେ ଦୁଇଥର ମୋ ମୋ କୋଳକୁ ଦିଅନ୍ତି। ମାଆ କ୍ଷୀର ନଖାଇ ଏମିତି ଅମୂଲ ସେ କେତେ ପିଇବ? ବାବୁ କହିଲେ-ଲୋକେ କ'ଣ କହିବେ? ଯାହାର ଲୋକନିନ୍ଦାକୁ ଏତେ ଡର ସେ ଗୋଟିଏ ନିରୀହ ଝିଅର ଏତେ ବଡ଼ ସର୍ବନାଶ କରିବାକୁ ଯାଉଥିଲା କାହିଁକି? ଆପଣ ପରା କହୁଥିଲେ-ରାଧି ଏ ଘରର ଲକ୍ଷ୍ମୀ। ବିନି ଅପା ପରା କହୁଥିଲେ-ସେ ତମ ପାଇଁ ସବୁ ତ୍ୟାଗ କରି ପକାଇଥାନ୍ତେ-କାହିଁ ଏଠି ତ କୌଣସି ତ୍ୟାଗର ପ୍ରଶ୍ନ ଉଠୁନି। ମାଆ ସ୍ତନରୁ କ୍ଷୀର ଝରିଯାଇ ମାଟିରେ ମିଶୁଥିବ ଆଉ ସେହି ମାଆର ଶିଶୁ ଅମୁଲ ପାଣି ପିଉଥିବ-ଏ କଥା ମୁଁ ମାଆ ହୋଇ କେମିତି ସହିପାରିବି? ଏଇ ହେଲା ରାଧିର ଦୋଷ। ସେଇଦିନ ସେ ଘରୁ ତଡ଼ା ଖାଇଲା ରାଜ ରାସ୍ତାକୁ। ତାରି ପୁଅର ମଙ୍ଗଳ ପାଇଁ ସେ ଛାତିରେ ପଥର ଲଦି ଦେଲା ସିନା କିନ୍ତୁ ମନ ମନକୁ କ'ଣ ମାରିପାରିଲା? ସେଇ ଦିନରୁ ରାଧି ହେଲା ପାଗଳୀ। ମନୋହର ବାବୁ ଆଖିରୁ ଲୁହ ପୋଛିଲେ। ରାଧି କେତେବେଳୁ ସେଠାରୁ ଉଠି ବାହାରକୁ ଚାଲିଯାଇଥିଲା। ମୁଁ ପଚାରିଲି-ସେଦିନ ରାଧି ଯେଉଁ କୁନା କଥା କହୁଥିଲା ସେଇ ତା'ହେଲେ କ'ଣ ରାଧିର ପୁଅ? ହଁ କୁନା ରାଧିର ପୁଅ। ସେ ବି ଏବେ ଜଣେ ବଡ଼ ଅଫିସର। ରାଧି କେବେ ତା' ପାଖରେ ତା'ର ପରିଚୟ ଦେଇନି। ଥରେ ଅନେକ ସାହସ ବାନ୍ଧି ଯାଇଥିଲା ପରିଚୟ ଦେବାକୁ। କିନ୍ତୁ କିନ୍ତୁ କ'ଣ ହେଲା? ପାଗଳୀ କଥାର କି ମୂଲ୍ୟ ଥାଏ ଆଜ୍ଞା ଏ ସମାଜରେ? କିଏ ତା' କଥା ଶୁଣନ୍ତା! କ'ଣ ଗୁଡ଼ିଏ ଏଣୁ ତେଣୁ କହୁଛି ବୋଲି ଖାଲି ଯାହା ଗୁଡ଼ିଏ ମାଡ଼ ଖାଇଲା। ରୁବି ପୌଷ ମାସର ଶୀତୁଆ ସକାଳ। କୁହୁଡ଼ିର ଏକ ଝାପ୍ସା ଆସ୍ତରଣ ଦିଲ୍ଲୀ ନଗରୀକୁ ସେ ଯାଏ ଘୋଡ଼େଇ ରଖିଥିଲା। ଦମକା ଦମକା ହିମାଳୟ ପବନରେ ଦେହ ଶୀତେଇ ଆସୁଥିଲା-। ମୁଁ ରହୁଥିବା ଗେଷ୍ଟ ହାଉସ୍ରେ ମୋ' ବ୍ୟତୀତ ପ୍ରାୟ ସମସ୍ତେ ଗଭୀର ନିଦ୍ରାରେ ନିମଜ୍ଜିତ-।